ଏବଂ ଏଣେ ଭାରତବର୍ଷଟା ପରିପୂର୍ଣ୍ଣ ପରିପାଟୀରେ ପ୍ରଧାନତଃ ଲମ୍ପଟ ମାନଙ୍କର କବଳରେ ପଡ଼ି ଗୋଟାଏ ନିର୍ବାଚନ ଦ୍ଵାରା ଏ ହାତ ସେ ହାତ ହେବାରେ ଲାଗିଛି। ଉତ୍କଟ ଦୀନତା ଏବଂ ଦାରିଦ୍ର୍ୟ ଅଧେ ଲୋକଙ୍କର ଭାଗ୍ୟ ଉପରେ ବସି ଖିଙ୍କାରି ହେବାରେ ଲାଗିଛି। ବହୁବିଧ ଅସମାନତା ଉପର ଓ ତଳ ଉଭୟଙ୍କୁ ଦୁଇଟିଯାକ ଭୂମିରେ ଅନ୍ଧାରର ଶଗଡ଼ଗୁଡ଼ିକୁ ଚଲାଇବାରେ ଲାଗିଛି। ମୁଣ୍ଡରେ ଠାକୁରଙ୍କର ସିନ୍ଦୁର ମାରି ଥୋକେ ମଣିଷ ଉଭୟ ଦେଶରେ ପ୍ରବଳ ହୋଇ ବାହାରିଛନ୍ତି ଏବଂ ତଥାକଥିତ ଶାସନଘରେ ପୂରାପୂରି ଖେଳୁଛନ୍ତି। ଭଲ କଥାଗୁଡ଼ିକ ବହିରେ ଲେଖାହୋଇ ରହିଛି ଏବଂ ଭାଷଣର ହର୍ମ୍ୟମାନଙ୍କରୁ ମନ୍ତ୍ରବତ୍ ଉଚ୍ଚାରିତ ହେଉଛି। ତଥାପି ଦୁଇଟାଯାକ ରାଷ୍ଟ୍ର ଭାବୁଛନ୍ତି ଯେ ଅଣୁ ବୋମାର ସଫଳ ପରୀକ୍ଷା କେତେଟା କରିଦେଇ ସେମାନେ କେଡ଼େ ବଡ଼ ଗୌରବ ଅର୍ଜନ କରିପାରିଛନ୍ତି ଏବଂ ଲୋକସମୁଦାୟ ଗୁଡ଼ିକୁ ଜାତୀୟ ଗର୍ବବୋଧର ଗମ୍ଭୀରି ଭିତରେ ମୁଗ୍ଧ କରି ରଖିପାରିଛନ୍ତି। ଗାନ୍ଧୀଙ୍କୁ ଶରବିଦ୍ଧ କରି ମାରିଦେବା ପରେ ପାକିସ୍ତାନ ଏବଂ ଭାରତବର୍ଷ ଦୁଇଟିଯାକ ପଟର ହୋଇ ଏହି ଉପ ଉପମହାଦେଶରେ କିଛି କହିପାରିବାର ବ୍ୟକ୍ତି ଆଉ ସମ୍ଭବ ହୋଇ ପାରୁନାହାନ୍ତି କାହିଁକି କେଜାଣି? ଏକଦା ପୂରା ଭୂମିଟା ଏକ ସ୍ୱାଧୀନତା ସଂଗ୍ରାମ ଲଢ଼ି ଯେ ସମଗ୍ର ପୃଥିବୀକୁ ଚକିତ କରିଦେଇଥିଲା, ସେକଥା ସତେଅବା ଆଉ କାହାରି ହେଲେ ମନେନାହିଁ। ଗୋଟିଏ ଦେଶ ଏକ ବା ଦୁଇ ଭାଗ ହୋଇଥିଲେ ବୋଲି କଣ ପରସ୍ପର ବିରୋଧରେ ଅସ୍ତ୍ରଗୁଡ଼ାକୁ ପଜାଇ ପୃଥିବୀଦାଣ୍ଡରେ ଲୋକହସା ହେବାରେ ଲାଗିଥିବେ?ଏ ଗାନ୍ଧୀଙ୍କ ପରେ କଣ ଏପଟେ ବା ସେପଟେ ରୁଷିବା ମଣିଷ ବି ଜଣେ କେହିହେଲେ ନାହାନ୍ତି? ଗାନ୍ଧୀ ତ ରୁଷିଲେ ସେତେବେଳେ ମାଆ ବନ ବସୁନ୍ଧରାବି ଆକୁଳ ହୋଇ ଉଠୁଥିଲେ ଏବଂ ବାଉଳାମାନେ ପୁଣି ଘରକୁ ଫେରି ଆସୁଥିଲେ, ସତ୍ୟ ତ କଦାପି ଲୁପ୍ତ ହୋଇଯାଏ ନାହିଁ ବୋଲି କାଳେ କାଳେ ଏକ ଅପଦାବ ରହିଆସିଛି। ତେବେ ଯଦି ସତ୍ୟ ରହିଛି, ତେବେ ସତ୍ୟାଗ୍ରହୀମାନେ କାହାନ୍ତି? ଭାରତରେ କାହାନ୍ତି ଏବଂ ପାକିସ୍ତାନରେ ବି କାହାନ୍ତି? ଯୋଉମାନେ ଅନ୍ତର ଭିତରୁ ସତକୁ ସତ ରୁଷିପାରିବେ, ଉଭୟ ପଟର ହୋଇ ପଥ ଓଗାଳି ବସିପାରିବେ ଏବଂ ପ୍ରତିବାଦ କରିପାରିବେ? ଉପମହାଦେଶରେ ଏବେ କ୍ରମେ ଏପରି ଏକ ମୁହୂର୍ତ୍ତ ଆସି ଉପସ୍ଥିତ ହେଲାଣି, ଯେତେବେଳେ କି ଖାଲି ଏପଟର କିମ୍ବା ଖାଲି ସେପଟର ହୋଇ କହୁଥିବା ମଣିଷଙ୍କର କଥାଗୁଡ଼ାକ କାଳର ପରୀକ୍ଷାଗାରରେ ଆଉ ମୋଟେ କାମ ଦେବନାହିଁ। ଯେଉଁ ଜାଗ୍ରତ ମନୁଷ୍ୟମାନେ ଏପଟେ ବା ସେପ ଆରପଟେ ରହିଛନ୍ତି, ସେମାନେ ଉଭୟ ପଟର ହୋଇ କାହିଁକି କଥା କହିପାରୁ ନାହାନ୍ତି? ସେମାନେ କାହିଁକି ଆତ୍ମଗୋପନ କରି ରହିଛନ୍ତି? ଗାନ୍ଧୀପରି ରୁଷି ନପାରିଲେ ସେମାନେ ଅନ୍ତତଃ ଆଇନଷ୍ଟାଇଙ୍କ ପରି ତ ରୁଷି ପାରନ୍ତେ। ସେତିକି ମଧ୍ୟ ମୋଟେ କମ୍ କାମ ଦିଅନ୍ତା ନାହିଁ। ତାହାରି ଦ୍ୱାରା ହୁଏତ ଦୁଇଟିଯାକ ଦେଶକୁ ସେହି ଆଗପରି ଗୋଟିଏ ଉପମହାଦେଶ ରୂପେ ଅନୁଭବ କରିବାର ସାହସ ମିଳିଯାଆନ୍ତା। କହୁଣୀକୁ ବୋହିଯାଇଥିବା ଗୁଡ଼ଟା ହୁଏତ ପୁନର୍ବାର ନେଡ଼ିଯାଏ ଫେରି ଆସିବାର କିଞ୍ଚିତ ବଳ ପାଆନ୍ତା, ଧରଣୀ ଶାନ୍ତ ହୁଅନ୍ତା। ଅନ୍ତରୀକ୍ଷ ବି ସ୍ଥିର ହୋଇ ଆସନ୍ତା। ବାତ୍ୟାରେ ବିବେକ ଉଡ଼ିନଯାଉ ମସିହାରେ ଉତ୍ତର ବିହାରରେ ଏକ ଉ ଭୟାବହ ଭୂମିକମ୍ପ ହୋଇଥିଲା, କ୍ଷୟକ୍ଷତି ଅଭାବନୀୟ ପରିମାଣରେ ଘଟିଥିଲା। ମହାତ୍ମା ଗାନ୍ଧୀ ସେତେବେଳେ ଦେଶରେ ହରିଜନ ଆନ୍ଦୋଳନ ଚଳାଉଥିଲେ। ଅଛୁଆଁ ଜାତିରେ ଜନ୍ମ ହୋଇଥିବା ଲୋକେ ଯେ ତଥାପି ମଣିଷ ଏବଂ ଏକ ନିର୍ଦ୍ଦିଷ୍ଟ ସମାଜରେ ଯେ ସେମାନଙ୍କୁ ନାନା ଅପମାନ ଭିତରେ ବାଧ୍ୟ କରି ରଖାଯାଇଥାଏ, ମହାତ୍ମାଜୀ ଦେଶଯାକ ବୁଲି ସେହି ବାର୍ତ୍ତା ପ୍ରଚାର କରୁଥାନ୍ତି। ସବର୍ଣ୍ଣ ହିନ୍ଦୁମାନଙ୍କର ବିବେକକୁ ଜାଗୃତ କରୁଥାଆନ୍ତି। ଭୂମିକମ୍ପର ଦାରୁଣ ଘଟଣାଟିକୁ ମଧ୍ୟ ସେ